ସେ କ'ଣ ଆଉ କେତେ ବୁଝାଇ ଦବ-ଭଲ ଜାଣି ହବ। ଏଠି ଆମେ ଆମର ପ୍ରସିଦ୍ଧ ଔପନ୍ୟାସିକ କାହ୍ନୁଚରଣ, କାଳିନ୍ଦୀଚରଣ, ଗୋପୀନାଥ, ବ୍ରଜମୋହନ, ଅନନ୍ତ ପ୍ରସାଦ ପ୍ରମୁଖଙ୍କୁ ପଚାରିଲେ ସେମାନେ ଯେ ପ୍ରକୃତରେ ଏହାକୁ ମନଲାଖି କରି ବୁଝାଇଦେବେ, ଏହି ବିଶ୍ୱାସ ଓ ଆସ୍ଥା ଆମର ଆସିବା ଉଚିତ୍। ତେଣୁ ଲେଖକର ମୂଳତତ୍ତ୍ୱ ହେଲା ତାହାର ଅନୁଭବ-ତାହାର ପାଠପଢ଼ା ନୁହେଁ। ଏହି ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକମାନେ ଅନଭିଜ୍ଞ ଶ୍ରେଣୀର ଲୋକ। ସେମାନଙ୍କଠାରୁ ଅନୁଭବର ନିର୍ଯ୍ୟାସ ପାଇବା କଷ୍ଟ। ସେମାନେ ଗୋଟାଏ ରକମର ଗାଉଁଲୀ ରେଜା ଦୋକାନୀ ଅବା ଗାଉଁଲୀ ମହାଜନ। ସରପଞ୍ଚ ବା ୱାଡ଼୍ ମେମ୍ୱର କାଟର ଲୋକ-ସୁବିଧା ପାଇ ମେମ୍ୱର କି ମନ୍ତ୍ରୀ ହୋଇ ଯାଇଛନ୍ତି। କେତେ ଦୂର ଅବା ଉଠିବେ? ନିଜର ସାମର୍ଥ୍ୟହୀନତା ବୁଝି ପାରିଥିଲେ ସେମାନେ କଲମ ନ ଧରି ଶ୍ରୀଯୁକ୍ତ ଭୂପେନ ଗୋସ୍ୱାମୀ ବା ଶ୍ରୀ କଣ୍ତୁରି ଚରଣ ଦାସ ପ୍ରମୁଖଙ୍କୁ ପଢ଼ିବାକୁ ଚେଷ୍ଟା କରି ଦେଖନ୍ତେ। ତେବେ ବୁଝି ପାରନ୍ତେ ଯେ ଦୈବ ସେମାନଙ୍କ ପ୍ରତି ଅତ୍ୟନ୍ତ ପ୍ରସନ୍ନ। ଯାହାର ଜୀବନରେ ତିକ୍ତତା ବା ମଧୁରତା ଆସି ନାହିଁ। ଅବା ଯିଏ ଚିନି ଓ ସାକାରିନ୍କୁ ଭଲ କରି ଜୀବନରେ ଆୟତ୍ତ କରିପାରି ନାହିଁ ସେ ମନେ କରିବା ସ୍ୱାଭାବିକ ଯେ ଯାହା ହେଲା ସେତିକି ଯଥେଷ୍ଟ। ଜଣେ ମହିଳାଙ୍କୁ ଗୋଟାଏ ପ୍ରଦର୍ଶନୀରେ ଜଣେ ଲେଖକ କହିଥିଲେ-କ'ଣ ଆଜ୍ଞା, ଏତେ ଲୋକ ଆସିଛନ୍ତି। ଆପଣ ଏଠିକି ଟିକିଏ ସଜେଇ ଗୁଜେଇ ହୋଇ ଆସିଥିଲେ ଖରାପ କ'ଣ ହୋଇଥାନ୍ତା? -ଏଁ, ଇଏ କ'ଣ ହେଇ ନାହିଁ? ଲେଖକ ଚମକି ପଡ଼ିଥିଲେ। କଥାକୁ ବୁଲାଇବାକୁ କହିଲେ-ସେମିତି କହୁଥିଲି ଆଜ୍ଞା। ଇଆଠାରୁ ବେଶି କିଏ? ଆମର ଏବର ବିଶିଷ୍ଟ ଗ୍ରନ୍ଥକାରମାନଙ୍କୁ ଏହି ଯୁକ୍ତିରେ ପଚାରି ହେବ-ସେମାନେ କ'ଣ ଓ କେତେ ବଡ? ପାଠକଙ୍କ ମନରେ ସବୁବେଳେ ପ୍ରଶ୍ନ ଆସୁଛି ଯେ ଆମର ଓଡ଼ିଆ ଲେଖକମାନେ ବେଶ୍ ଅଳ୍ପ ପରିସର ଭତିରେ ବନ୍ଦୀ ହୋଇ ରହି ବେଶ୍ ନାମଜାଦା ଲେଖକ ହୋଇ ପାରୁଛନ୍ତି ସେତେବେଳେ ଜେଲଖାନାର ଶିକ୍ଷିତ କଏଦୀମାନେ ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରୁନାହାନ୍ତି କାହିଁକି? ବୋଧହୁଏ ସେମାନଙ୍କ ମନରେ ଗୋଟିଏ ହୀନମନ୍ୟତା ଆସିଛି ଯେ ଭଲ ସାହିତ୍ୟ ଜ୍ଞାନ ନ ଥିଲେ ମୋଟେ ହୋଇପାରିବ ନାହିଁ। ପ୍ରକୃତରେ ଚିଲିକା, ଉଷା ଆଦି ରାଧାନାଥ ଯୁଗର ସାହିତ୍ୟ ସ୍ତମ୍ଭମାନ ଦେଖିଲେ ହୀନମନ୍ୟତା ଆସିବା ସ୍ୱାଭାବିକ। ମୂର୍ଖଟିଏ-ଲେଖିବାକୁ ବସିଛି। ଏହି ଯୁଗଟା ନଷ୍ଟ ହୋଇଗଲା। ବିମାନ ଆକାରେ ଭାସେ ଶତ ଶତ ନୀଳ ରସେ ଶୈଳ ଯେହ୍ନେ ମାରକତ। ବିମାନ ଆକାରେ ଭାସେ ଅଗଣନ ନୀଳ ରସେ ଶୈଳ ବୈଦୁର୍ଯ୍ୟ ବରୁଣ। ଇଏତ ଆମର ପୂର୍ବବର୍ତ୍ତୀ ସାହିତ୍ୟ। ଆମର ସାହିତ୍ୟ ରଥୀମାନେ ଏହା ଉପରେ ତତ୍ତ୍ୱ-ସମୀକ୍ଷା କରି ପ୍ରାୟ ଦୁଇହଜାର ପୃଷ୍ଠା ଲେଖିଗଲେଣି। ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ଓ ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି ବେଶ୍ ମୋଟା ବହି ଲେଖିଲେଣି। ଏବେ ଲୋକେ ପଚାରୁଛନ୍ତି-ବଡ଼ ଦୁଃଖର କଥା ଯେ ମରକତ ମଣି ଓ ବୈଦୁର୍ଯ୍ୟ ମଣି ଦେଖିବାର ସୌଭାଗ୍ୟ ଏଇ ଜନ୍ମରେ ହେଲା ନାହିଁ। ବିଭିନ୍ନ କେନ୍ଦ୍ର ସଂଗ୍ରହାଳୟରେ ମଧ୍ୟ ଦେଖିବାକୁ ମିଳିପାରୁ ନାହିଁ। ଚିଲିକା ଭିତରର ପାହାଡ଼ ଯଦି ଆମ ମନରେ ସାହିତ୍ୟର ଉନ୍ମେଷ ଆଣି ପାରିବ ତାହାହେଲେ କବି ବୀରକିଶୋରଙ୍କର କବିତା କ'ଣ ପାଇଁ ଅସମର୍ଥ? କେହି ଅସମର୍ଥ ନୁହନ୍ତି। ପାଠକଙ୍କ ମନରେ ସାହିତ୍ୟର ହିଲ୍ଲୋଳ ଆଣିବାକୁ ହରେକ ପ୍ରକାରର ସୃଷ୍ଟି ସମର୍ଥ। ଯାହା